କିନ୍ତୁ ବୀରବାବୁ, ମୁଖ୍ୟମନ୍ତ୍ରୀ, ରାଜୁବାବୁ ଏମିତି ସବୁ ବାବୁମାନଙ୍କୁ ଭେଟିବାରେ ତାର ଦିନ ବିତିଯାଉଛି। ସେମାନଙ୍କ ପାଖକୁ ନଗଲେ ତାକୁ ଆ ଆସି କେହି ଡାକିବେ ନାହିଁ। ସେ ସବୁରି ପଛରେ ରହିଯିବ। ତା ଦୁଃଖକଥା କେହି କୋଉଠି କହିବେ ନାହିଁ। ସେବତୀ ପଚାରିଲା, "କଣ କିଛି ହେଲା?" ଜଗବନ୍ଧୁ ମୁଣ୍ଡ ହଲେଇ ନାହିଁ କଲା। ସେବତୀ କହିଲା, "ନିଆଁ ପଡୁ ସେମାନଙ୍କ ମୁହଁରେ। ଥାଳରେ ଖୁଦ କି ଚାଉଳ ମୁଠେ ନଦେଲେ ନାହିଁ, ତା ବୋଲି ଥାଳ ଭାଙ୍ଗିଦେବେ? କାନୁନ୍‌ଗୋ ବାବୁଙ୍କ ବାଡ଼ିପଟେ ଦିନାକେତେ ରହିଯିବି ବୋଲି ଖବର ଦେଇଥିଲି। ସେ ମନା କଲେ। ନଅ ନମ୍ବରରୁ ସି ୟୁ ବି ସବୁ କେବିନ୍, ଗୁହାଳ ଆଉ ଝୁମ୍ପୁଡ଼ି ମ୍ୟୁନିସିପାଲିଟି ବାଲାଏ ହଟେଇ ଦେଇଛନ୍ତି।" ଜଗବନ୍ଧୁ କହିଲା, "ତୁ ବ୍ୟସ୍ତ ହଅନା। ଆମେ ସବୁ କାଲି ରାଜୁବାବୁଙ୍କ ପାଖକୁ ଯିବୁ। ଦଳବେହେରା କହୁଥିଲା ରାଜୁବାବୁ ଆମ ପାଇଁ ଲଢ଼ିବେ। ଆମେ ପୁଣି ଆମ ଜାଗା ଫେରି ପାଇବା। ଆମ ବସ୍ତିକୁ ଫେରିଯିବା।" ସେବତୀ ଆଖିରେ ଖୁସିର ଲୁହଟୋପା ଚିକ୍ ଚିକ୍ କରିଉଠିଲା। ସେ କାହ୍ନୁକୁ ତା କୋଳରେ ଚାପିଧରି କହିଲା, "ସତରେ!" ରାଜୁବାବୁଙ୍କ ଘରକୁ ଆଗରୁ ଥରୁଟାଏ ଆସିଥିଲା ଜଗବନ୍ଧୁ। ସେତେବେଳେ ରାଜୁବାବୁ ଥିଲେ ମୁଖ୍ୟମନ୍ତ୍ରୀ। ତାଙ୍କ ଦିହ ଅସୁଖ ଥିବାରୁ ସେଦିନ ଜନ୍ମଦିନ ପାଳିବାକୁ ଜଗବନ୍ଧୁର ବସ୍ତିକୁ ସେ ଯାଇପାରି ନଥିଲେ। ସେମାନଙ୍କୁ ଡକେଇଥିଲେ ନିଜ ଘରକୁ। ସମସ୍ତଙ୍କୁ ମିଠା ପୁଡ଼ିଆ ଓ ପଚାଶ ଟଙ୍କା ଲେଖାଏଁ ଦେଇଥିଲେ। ସେତେବେଳେ ତାଙ୍କ ଘର ସାମ୍ନାରେ ଦିଇଟା ତମ୍ବୁ ସଦାବେଳେ ଟଣା ହୋଇଥାଏ। ସେଇ ତମ୍ବୁରେ ପୁଲିସବାବୁ ରାଜୁବାବୁଙ୍କୁ ଜଗିରହିଥାନ୍ତି। ଦଳବେହେରା, ରାମନାଇଡୁ ଓ ଜଗବନ୍ଧୁ ତିନିହେଁ ଫାଟକ ପାଖରେ ଯାଇ ଛିଡ଼ାହେଲେ। ଫାଙ୍କା ଫାଙ୍କା ଦିଶୁଥାଏ ଚାରିଆଡ଼। ଦରୱାନ କହିଲା, "ବାବୁ ନାହାନ୍ତି। ମାନ୍ଦ୍ରାଜ ଯାଇଛନ୍ତି, ସେଠା ମୁଖ୍ୟମନ୍ତ୍ରୀଙ୍କ ଝିଅ ବାହାଘରରେ ଯୋଗ ଦେବାକୁ।" "କୋଉଦିନ ଆସିବେ?" ଦରୱାନଟି ଏତେ ସବୁ କଥାର ଜବାବ ଦେବାକୁ ଚାହୁଁ ନଥିଲା। ଏଇମାନଙ୍କ ଉପସ୍ଥିତି ଯୋଗୁ ତାର ନିଦ ଭାଙ୍ଗିଯାଇଥିବାରୁ ସେ ଏମାନଙ୍କୁ ଶୀଘ୍ର ଶୀଘ୍ର ତଡ଼ିଦେବାକୁ ଚାହୁଁଥିଲା। ଜଗବନ୍ଧୁ ପଚାରିଲା, "ରାଜୁବାବୁ କୋଉଦିନ ଫେରିବେ?" "କହିଲି ପରା ସେ ମାନ୍ଦ୍ରାଜ ଯାଇଛନ୍ତି। ବାକି ଖବର ପାଇଁ ପାର୍ଟି ଅଫିସ୍‌କୁ ଯାଅ। ସେଇଠି ଖୁଣ୍ଟିଆବାବୁ କହିବେ।" ଦରୱାନ ଏତକ କହିସାରି ପୁଣି ଆଖି ବୁଜିଦେଲା। ଜଗବନ୍ଧୁହେରିକା ଫେରିଆସିଲେ। ଖୁଣ୍ଟିଆବାବୁ କିନ୍ତୁ ଦରୱାନ ପରି ଚିଡ଼ିଚିଡ଼ା ଲୋକ ନଥିଲେ। ତେବେ ତାଙ୍କର ଅଭ୍ୟାସ ହେଲା ସବୁକଥା ଦୁଇ ଦୁଇଥର କହିବେ। ଥରେ ଇଂରାଜୀରେ ଓ ଥରେ ଓଡ଼ିଆରେ। "ରାଜୁବାବୁ କୋଉଦିନ ଫେରିବେ?" ଖୁଣ୍ଟିଆବାବୁ ପ୍ରଥମେ ଇଂରାଜୀରେ ରାଜୁବାବୁଙ୍କ ଗସ୍ତର ବିବରଣୀ ଦେଲେ, "ହି ୱିଲ୍ ବି ବ୍ୟାକ୍ ଅନ୍ ମଣ୍ଡେ। ଦେନ୍ ଅନ୍ ମଣ୍ଡେ ହି ୱିଲ୍ ଲିଭ୍ ଫର୍ ଦିଲ୍ଲୀ ଆଣ୍ଡ୍ ଫ୍ରମ୍ ଦିଲ୍ଲୀ ଫର୍ ଇଣ୍ଡୋନେସିଆ।" ଏବଂ ତାପରେ ଓଡ଼ିଆରେ ବୁଝେଇଦେଲେ 'ସେ ରବିବାର ଦିନ ଫେରିବେ। କିନ୍ତୁ ସୋମବାର ଦିନ ଏଠୁ ଦିଲ୍ଲୀ ଯାଇ ଦିଲ୍ଲୀରୁ ଇଣ୍ଡୋନେସିଆ ଚାଲିଯିବେ।' କାଳିଆ, ନୁଖୁରା ଉଦ୍ବାସ୍ତୁ ଲୋକ ତିନିଟି ହାତଯୋଡ଼ି ଖୁଣ୍ଟିଆବାବୁଙ୍କୁ ପଚାରିଲେ, "ଫେର୍?" "ହି ମେ ଗୋ ରୁଷିଆ। ସେ ରୁଷିଆ ଯାଇପାରନ୍ତି।" ଜଗବନ୍ଧୁ ମୁଣ୍ଡରେ କିଛି ପଶିଲା ନାହିଁ। କୋଉଠି ଦିଲ୍ଲୀ, କୋଉଠି ଇଣ୍ଡୋନେସିଆ, ଆଉ କୋଉଠି ରୁଷିଆସେ ଏସବୁ କିଛି ଜାଣେ ନାହିଁ। ତେବେ ଖୁଣ୍ଟିଆବାବୁଙ୍କ କଥାରୁ ସେ ଜାଣିଲା ଯେ ରାଜୁବାବୁ ରବିବାର ଦିନ ଫେରି ଆସିବେ। ସେହିଦିନ ସେମାନେ ଯେମିତି ହେଉ ତାଙ୍କୁ ଭେଟିବାକୁ ଚେଷ୍ଟା କରିବେ। ନ ହେଲେ ଆଉ ମାସେ ପର୍ଯ୍ୟନ୍ତ ତାଙ୍କ ଦେଖା ମିଳିବ ନାହିଁ। ଫେରିବା ବାଟରେ ଦଳବେହେରା କହିଲା, "ଦେଖିଲୁ ତ, ରାଜୁବାବୁ କେତେ ବଡ଼ ଲୋକ। ଆରେ କଥାରେ ନାହିଁ, ହାତୀ ଜିଇଁଥିଲେ ଲାଖେ ଟଙ୍କା, ମରିଥିଲେ ବି ଲାଖେ ଟଙ୍କା। ତାଙ୍କୁ ପରା ରୁଷିଆ, ଆମେରିକା ସବୁ ଦେଶ ଏବେ ମେଡାଲ ଦଉଛନ୍ତି। ସେ କଣ କମି ଲୋକ? ଆମେ ଥରେ ତାଙ୍କ ଦେଖା ପାଇଗଲେ ଆମ ଦୁଃଖ ହଟିଲା ଜାଣ। ସେ ଫୋନ୍ ଉଠେଇଲେ ମୁଖ୍ୟମନ୍ତ୍ରୀ ବି ଚଉକୀରୁ ଉଠିପଡ଼ିବେ।" ଜଗବନ୍ଧୁ ଦଳବେହେରା କଥାରେ ଉଁ କି ଚୁଁ କଲା ନାହିଁ। ସେ ଏସବୁ କଥାକୁ ବିଶ୍ୱାସ କରିପାରୁ ନଥିଲା କି ଅବିଶ୍ୱାସ କରିବାକୁ ଚାହୁଁ ନ ଥିଲା।